ତାକୁ ବି ଦିଲ୍ଲୀ ନେଇଗଲା ଅଳକା। ଚୌଧୁରୀଙ୍କ ଘରୁ ଡାକ ଉପରେ ଡାକ ଆସେ। ମନକୁ ପ୍ରାୟ ରହିବାକୁ ହୁଏ ସେହି ଚୌଧୁରୀଙ୍କ ଘରେ। ଏତେଦିନ ଧରି ପୁଣି କନକନାରାୟଣଙ୍କୁ ଜ୍ୱର ହେଉଛି। ବେଳେ ବେଳେ ବାଉଳି ହେଉଛନ୍ତି ସିଏ। ତେଣୁ, ଦିବ୍ୟେନ୍ଦୁ ପ୍ରାୟ ଥାଆନ୍ତି ତାଙ୍କ ସ୍ତ୍ରୀଙ୍କ ପାଖେ ପାଖେ। ପ୍ରାୟ ସେ ଚେଷ୍ଟା କରନ୍ତି ସ୍ତ୍ରୀଙ୍କର ଏହି ଅସହାୟ ନିର୍ଜାତନାକୁ ପ୍ରାଣବନ୍ତ କରି ତୋଳିବାକୁ। ତା' ବୋଲି ସେ କ'ଣ ତନୁ ନଥିବା ସ୍ଥାନଟି ପୂର୍ଣ୍ଣ କରି ପାରିବେ। ଯେତେ ଚେଷ୍ଟା କଲେ ମଧ୍ୟ ସେ ପାରନ୍ତି ନାହିଁ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖାଇ। ମନରେ ତାଙ୍କର ଦୁଃଖ ହୁଏ। ପ୍ରୀତି ଆସେ ବେଳେ ବେଳେ। ତାକୁଇ ଦେଖିଲେ ଜିତାଙ୍କର ମନରେ ଶାନ୍ତି ଆସେ। କିଛି କ୍ଷଣ ପାଇଁ ଆଖିରୁ ତାଙ୍କର ଲୁହ ଶୁଖେ। ସେ ହସନ୍ତି। ଝିଅର ଅନୁପସ୍ଥିତିକୁ କିଛି ସମୟ ଲାଗି ଭୁଲାଇ ଦିଏ ପ୍ରୀତି। ସେଥିପାଇଁ ଦିବ୍ୟେନ୍ଦୁ ନିଜେ ଯାଇ ପ୍ରୀତିକୁ ଡାକି ଆଣନ୍ତି। କହନ୍ତି କହିବୁନି ମାଆ ମାଉସୀଙ୍କୁ ତୋର, ମୁଁ ତତେ ଡାକି ଆଣିଛି ବୋଲି। ସେ ଶୁଣିଲେ ରାଗ କରିବେ। କହିବେ ତା'ର ପଢ଼ା ପଢ଼ି ତୁମେ କାହିଁକି ନଷ୍ଟ କରୁଛ। କିନ୍ତୁ ମୁଁ ତ ଜାଣିଛି ମାଆ, ତତେ ଦେଖିଲେ ମାଉସୀ ତୋର କେତେ ଖୁସି ହୋଇ ଉଠନ୍ତି। ତେଣୁ ତତେ ଡାକି ନ ଆଣି ମୁଁ ରହି ପାରେନି। ତାଙ୍କ ମନରେ ଆନନ୍ଦ ଦେବାକୁ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଚାହିଁ ରହନ୍ତି ତୋର ଆସିବା ବାଟକୁ। କଥା ବନ୍ଦ କରି ମନେ ମନେ ହସିଲେ ଦିବ୍ୟେନ୍ଦୁ। ଜିତାଙ୍କର ପ୍ରୀତି ପାଖରେ ବସିଥିବା ବେଳେ ମୁହଁରେ ଯେଉଁ ଭାବ ଉଦୟ ହୁଏ ସେହି ଆନନ୍ଦ ଉଜ୍ଜ୍ୱଳ ମୁହଁଟି ମନେ ପଡ଼ିଗଲା ତାଙ୍କର। ସେ ଜାଣନ୍ତି ଅପରାଜିତା ପ୍ରୀତିକୁ ଦେଖିଲେ କାହିଁକି ଏତେ ଖୁସି ହୁଅନ୍ତି। ତନୁ ଯେ ସେଇ ପ୍ରୀତିକୁ ବେଶୀ ଭଲ ପାଉଥିଲା। ପ୍ରୀତି ଆଉ ତନୁ, ଗୋଟିଏ ଡାଳର ସତେଅବା ଦୁଇଗୋଟି ଫୁଲ। ସନ୍ତାନର ସବୁଠୁ ପ୍ରିୟ ବନ୍ଧୁ ଯିଏ ସେଇ ବନ୍ଧୁ ମାଆ ଆଖିରେ ସନ୍ତାନ ତୁଲ୍ୟ। ସନ୍ତାନ ଆଉ ସନ୍ତାନର ବନ୍ଧୁ ଭିତରେ ମାଆ ଆଉ ଦେଖି ପାରନ୍ତି ନାହିଁ କିଛି ମାତ୍ର ପ୍ରଭେଦ। ଏଇ ହେଲା ମାଆର ମନ। ତେଣୁ ଅପରାଜିତାଙ୍କର ମୁହଁ ଶୁଖିଲା ଦେଖିଲେ ସେ ଧାଇଁ ଯାଆନ୍ତି ପ୍ରୀତି ପାଖକୁ। ଅଳସ ମଧ୍ୟାହ୍ନରେ ଜିତା ଭାବନ୍ତି କେତେ କଥା। ଗୁରୁଣ୍ଡିଲା ତନୁ ଆଖିରେ ଭାସେ। ଠୁକୁ ଠୁକୁ ହୋଇ ଆଖି ଆଗରେ ଚାଲିଯାଏ କୁନି ତନୁ। ଶାଢ଼ି ପିନ୍ଧା କଲେଜ ପଢ଼ୁଆ ଝିଅ ତନୁ ବି ଆସି ଚକାଭଉଁରୀ ସୃଷ୍ଟି କରେ ମନରେ ତାଙ୍କର। କେତେ ରୂପରେ ତନୁ ଆସି ଦେଖିଦିଏ। ତନୁ କଥା ଭାବୁ ଭାବୁ ଚମକି ଉଠନ୍ତି ଜିତା। କ'ଣ ଘଟିଥିଲା! ଗୋଟିଏ ବୋଲି ଭଉଣୀକୁ ମନୁ ପରି ପୁଅ ଛି କରିଦେଇ ଆଡ଼େଇ ଗଲା। ସ୍ୱାମୀଙ୍କ ପାଖରୁ ଶୁଣିଥିଲେ ବିଦାୟ ଦିନର ସବୁ କଥା। ଭଉଣୀ ଲାଗି ସେଦିନ ଶବ୍ଦ କରି କାନ୍ଦିଥିଲା ମନୁ। ସେଦିନ ଜିତାଙ୍କ ଛାତିଟା ତାଙ୍କୁ ଖୁବ୍ ହାଲୁକା ଲାଗିଥିଲା। ଆଉ ଗୋଟିଏ ଦିନର କଥା ମନେ ପଡ଼େ। ସେକଥାଟି ବହୁ ଜଞ୍ଜାଳ ମଧ୍ୟରେ ବି ବେଳେ ବେଳେ ମନେ ପଡ଼େ। ଏଇ ଅଳ୍ପ ଦିନ ତଳର କଥା। ସ୍ୱାମୀ ପଚାରିଥିଲେ ପିଲାମାନଙ୍କୁ ଭଲ କରି ଗଢ଼ି ପାରିଲେ ସେମାନେ ଭଲ ହୁଅନ୍ତି ନା ଯିଏ ଯେପରି ଭବିଷ୍ୟତରେ ସେ ସେପରି ହୁଅନ୍ତି? ଏଇ କଥା ମନେ ପକାଇ ଥମକି ଯାଆନ୍ତି ଅପରାଜିତା। କପାଳରେ ଅସଂଖ୍ୟ ରେଖା ସୃଷ୍ଟି କରି। ଭାବନ୍ତି କାହିଁକି ଏ ପ୍ରଶ୍ନ ତାଙ୍କ ମନକୁ ଆସିଥିଲା ସେଦିନ। ତା' ବୁଝିବାକୁ ଜିତାଙ୍କୁ ସମୟ ଲାଗିଥିଲା। ସେ ବୁଝି ପାରିଥିଲେ ବୋହୂ ସାଙ୍ଗରେ ସେ ତନୁକୁ ତୁଳନା କରୁଛନ୍ତି। କରିବା କଥା। ତନୁ ଯେକୌଣସି କାରଣରୁ ହେଉ ବାପ ଭାଇଙ୍କ ମନରେ କଷ୍ଟ ଦେଇଛି। ଏ ଘରର ନିୟମ ଶୃଙ୍ଖଳାରୁ କେଉଁ କାଇଦାରେ କେଜାଣି ତନୁ ନିଶ୍ଚୟ ଦିନେ ତାହାର ହାତ ଗୋଡ଼ ଖସାଇ ଦେଇଥିଲା। କିନ୍ତୁ ୟା ବି ସତ ପୁଣି ସିଏ ନିଜେ ନିଜେ ସେଇ ଶୃଙ୍ଖଳକୁ ହାତ ଗୋଡ଼ରେ ଗଳାଇ ନେଇଥିଲା। ସେକଥା କେହି ନ ଜାଣନ୍ତୁ ସେ ତ ଜାଣନ୍ତି। ଝାଉଁଳା ଫୁଲ ପରି ତନୁର ସୁନ୍ଦର ସତେଜ ମୁହଁଟି ଘରୁ ବିଦାୟ ନେଲା ପର୍ଯ୍ୟନ୍ତ ଝାଉଁଳି ରହିଥିଲା। ସେଇ ଝାଉଁଳା ମୁହଁ ଦେଖି ସେ ବୁଝି ପାରିଥିଲେ ତନୁ ଯାହା କରିଥାଉ ନା କାହିଁକି, ସେ ଅନୁତପ୍ତା। ହଉ ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ ହେଉ। ଜିତା, ଏଁ, ମତେ ଡାକୁଛ? ହଁ, ଇଏ ଦେଖ ତନୁ ଚିଠି ଦେଇଛି, ବୋହୂ ବି ଚିଠି ଦେଇଛି!